ସେ ଗରମ ଚାହେଁ। ସେ ଚାହେଁ ଉଷ୍ଣତା ଭିତରେ ବୁଲିବା ପାଇଁ ଖୋଲା ଦେହରେ। ଜାଣି ନ ଥିଲି ଏତେଦିନ ପରେ ବାବ୍ଲିର ପରିବାର ସହିତ ମୋର ସମ୍ବନ୍ଧ ଏତେ ଘନିଷ୍ଠ ହୋଇଉଠିବ ବୋଲି। ଦୁଇଦିନ ପାଇଁ ଆସିଥିଲି, ବର୍ତ୍ତମାନ ହେଲାଣି ଆଠଦିନ। ବାବ୍ଲି ମାଆ ଟୁଟୁଦି କହନ୍ତି–ଭାଇ, ଆଉ କେତୋଟି ଦିନ ରହିଯାଅ, ବହୁତ ଦେଖିବ, ଚାରିଆଡ଼ କ'ଣ ବୁଲା ସରିଲାଣି? ଦିନେ ଦୁଇ ଦିନ ପାଇଁ ନୁହେଁ, ଦୁଇ ମାସ ଲାଗିବ। ମନେ ହେଉଚି କଟକରେ ବସି କୌଣସି ଏକ ରାତିରେ ସ୍ୱପ୍ନ ଦେଖୁ ଦେଖୁ ଚାଲିଆସିଛି ଏଇଠିକି। କିମିତି ଆସିଛି, କେତେ ଟଙ୍କା ଧରି ଆସିଛି ଜାଣେନା। ଯେମିତି ଚାଲିଆସିଛି ଆସୁ ଆସୁ। ସ୍ୱପ୍ନ ତ ଦେଖିଆସିଛି ଜୀବନ ସାରା। ପିଲାଦିନୁ ମୋର ବରାବର ବିଶ୍ୱାସ, ପ୍ରତ୍ୟେକ ଦେଶରେ ମୋର ଘର; ଘରେ ମୋର ଆତ୍ମୀୟସ୍ୱଜନ। ଥରେ ଗୋଡ଼ କାଢ଼ିଲେ ହେଲା। ଜାତି, ବର୍ଣ୍ଣ, ଭାଷା ବା ଧର୍ମ ମତେ କେହି ବାଧା ଦେଇ ନ ପାରନ୍ତି। ମୁଁ ଯେ କେବଳ ଭାରତ ମାଟିରେ ଜନ୍ମ ହୋଇଛି ତା ନୁହେ, ଭୂମିଷ୍ଠ ହୋଇଛି ଧରିତ୍ରୀ କୋଳରେ। ଜନ୍ମ ସ୍ୱତ୍ୱରେ ଗୋଟାକଯାକ ବିଶ୍ୱ ମୋ ନିଜର। ତାକୁ ବୁଝିବି ବା କିମିତି ଯଦି ଦେଶାନ୍ତର ନ ଯାଏ। ଚିଠି ପାଇଥିଲି କଲିକତାରୁ। ହାବଡ଼ା ଷ୍ଟେସନରେ ଟାକ୍ସିରେ ବସିବାବେଳୁ ଭାବିଥିଲି, ଦିନକ ପରେ ଫେରିଯିବ। ସ୍ୱପ୍ନାକୁ ଦେଖିବା ପିପାସା ମେଣ୍ଟିଯିବା ପରେ ଆଉ ଦରକାର ନାହିଁ କିଛି-। ସ୍ୱପ୍ନା ଚିଠିର ଉତ୍ତରରେ ମଧ୍ୟ ମୋର ଏଇ ସର୍ତ୍ତ ଥିଲା। ଟାକ୍ସିରୁ ଓହ୍ଲେଇ ବାଗ୍ବଜାର ଷ୍ଟ୍ରିଟ୍ର ଚଉଦ ବାଇ ପାଞ୍ଚ ନମ୍ବର ଘର ଦୁଆରେ ପୂଜାରୀ ବୋଲି ଡ଼ାକିବା ମାତ୍ରେ ଗୋଟାଏ ଯିମିତି ଆବାଜ ଶୁଭିଲା–ଏଇ ତ ଗୋରାଦା। ଗୋଟିଏ କୁମାରୀ କଣ୍ଠ, ଫ୍ଲାଟ ଉପରୁ ଜଣଙ୍କର ଆବାଜ, ଅନ୍ୟାଦିଗରେ ବୁହାଚାଲିଚି ବେଡ଼ିଂ ତିନି ଚାରିଟା। ଘର ଆଗରେ ଆଉ ଗୋଟାଏ ଟାକ୍ସି-। ଖୁସି ହୋଇପାରୁ ନ ଥିଲି ମୁଁ। ଯେମିତି ସବୁ ଅଦ୍ଭୁତ, ଆଶ୍ଚର୍ଯ୍ୟବୋଧ ହେଉଥିଲା। ଜଣେ କିଏ ଯେମିତି ଓହ୍ଲେଇ ଆସୁଛି କୋଠା ଉପରୁ, ଆଉ ଜଣେ ଚାହିଁଛି ଉପରୁ ତଳକୁ। ରତ୍ନାକୁ ଚିହ୍ନେ, ତା ମାଆକୁ ଚିହ୍ନେ, ଆଉ ତ କାହାର ସହିତ ପରିଚୟ ନାହିଁ ମୋର। ଦ୍ୱାରଟା ଯେମିତି ଖୋଲୁଛି ତା ମନକୁ, ଭାରି ସନ୍ତର୍ପଣରେ ଧୀରେ ଧୀରେ। ''ଆପଣ? '' ''ହଁ। '' ଆଉ କଥା ନାହିଁ, ବାର୍ତ୍ତା ନାହିଁ। ଗୋଟାଏ ଛାୟାମୂର୍ତ୍ତି ଯେମିତି ଆସିଲା, ପଦେ କହିଲା, ଚାଲିଗଲା। ଖାଲି ଶୁଭିଲା–''ହଁ ଲୋ ମା, ଗୋରାଦା। '' ଡାକହାକ ନାହିଁ, ଅତିଥି ଅଭ୍ୟର୍ଥନା କିଛି ନାହିଁ। ମୁଁ ସେମିତି ଠିଆହୋଇଛି ଦ୍ୱାର ମୁହଁଟାରେ। ତଳେ ବେଡ଼ିଂ ଓ ଚମଡ଼ା ସୁଟ୍କେଶ। ଇଏ କି ଖୁସି, ଇଏ କି ଆନନ୍ଦ ବୁଝିପାରିଲିନି। ସ୍ୱପ୍ନା କ'ଣ ଏଇ ଝିଅଟା? ମୋ ଆଖିରେ ନିତାନ୍ତ ଛୋଟ, ବୟସ ଷୋଳ କି ସତର। ପୁଣି ଆସି ହାଜର। ଗୋଟାଏ ପ୍ରହସନ। ରଙ୍ଗମଞ୍ଚର ଏ ଅଭିନୟ କିନ୍ତୁ ଉପଭୋଗ୍ୟ ନୁହେଁ, ବିରକ୍ତିକର। ପ୍ରାୟ କୋଡ଼ିଏ ମିନିଟ ଅପେକ୍ଷା ପରେ ଡାକରା ପାଇଲି ଘର ଭିତରକୁ ଯିବା ପାଇଁ। ଏଥର ଡାକିବାକୁ ଆସିଲା ରତ୍ନା। ରତ୍ନାକୁ ଦେଖୁଚି ଦୁଇ ବର୍ଷ ପରେ। ମୁଣ୍ଡରେ ସେଇ ବାବୁରି ବାଳ ନାହିଁ। ଦୁଇଟା ବେଣୀ। ଦେହଟା ବେଶ୍ ବଳିଲା ବଳିଲା। କିନ୍ତୁ ଭୁଲିନି। ଠିକ୍ ମନେ ଅଛି ତାର ଗୋରାଦାଦାର କଥା। ରୀତିମତ ଚିଠି ଦିଆନିଆ, ଆଉ କ'ଣ ଭୁଲି ହୁଏ? ''ଗୋରାଦା, ତୁମ ଉପରେ ଦିଦିର ବଡ଼ ରାଗ। '' ''କାହିଁକି? '' ''ରାଗ ବୋଲି ତ ତୁମକୁ ଠିଆକରେଇ ଦେଇଥିଲା ବାହାରେ କୋଡ଼ିଏ ମିନିଟ କାଳ। '' ''ସତେ? '' ''ମୁଁ କ'ଣ ମିଛ କହୁଚି? ହେଇ ଦେଖୁନା, ଡ଼ାକିଲେ ଆଦୌ ଆସୁନି। '' ରତ୍ନାକୁ ଦେଖି ମନେ ପଡ଼ୁଥାଏ ବର୍ଷକ ତଳର କଥା। ମନେ, ହେଲା, ଆଉ ଦୁଇଇଞ୍ଚ ବଢ଼ିଯାଇଚି ଉପରକୁ। ଯିମିତି ବର୍ଷେ ଦୁଇ ବର୍ଷ ଭିତରେ ତା ସମଗ୍ର ଦେହଟାରେ ଗୋଟାଏ ବଡ଼ ପରିବର୍ତ୍ତନ। ମୁଁ ତାକୁ ଚାହିଁଥାଏ, ସେ ମତେ ଚାହିଁଥାଏ–ଇମିତି ପ୍ରାୟ କଟିଗଲା ଦଶ ମିନିଟ। ଚୁହାଁଚୁହିଁ ସରିଲା; ଖେଁ କରି ହସି ପକାଇଲା ରତ୍ନା। ମୁଁ ଇମିତି ଅଛୁଆଁଙ୍କ ଭଳି ଘର ଦୁଆରଟାରେ ଠିଆହୋଇ ରହିଥିବି, ଭଲ ଲାଗି ନଥିଲା ତାକୁ।